କୋଣାର୍କ ପଥର ଖୋଦେଇ କାମ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ପ୍ରଚଳିତ। ଏହା ପୁରୀରେ ଥିବା ଜଗନ୍ନାଥ ମନ୍ଦିର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ୱର ଏବଂ ଓଡ଼ିଶାର ଅନ୍ୟ ମନ୍ଦିରମାନଙ୍କରେ ଫୁଟିଉଠିଥିବା କଳାକୃତିରୁ ଅନୁମେୟ। ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଐତିହ୍ୟ ଯଥା ଉଦୟଗିରି ସ୍ତୂପ ରତ୍ନଗିରି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଏବଂ କୋଣାର୍କ ଚକ ପରିସରରେ ନିର୍ମିତ ଅଶ୍ୱ ହିଁ ସିଂହ ହାତୀ ଏବଂ ଅନ୍ୟ କଳାକୃତି ଆଦି ପଥର ଖୋଦେଇ କଳାର ଶ୍ରେଷ୍ଠ ନିଦର୍ଶନ। ଏହି ହସ୍ତକଳା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ। ବିଶେଷକରି ପୁରୀ ଭୁବନେଶ୍ୱର କଟକ ଜିଲ୍ଲାର ଲଳିତଗିରି ଆଉ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ଖିଚି ଆଦି ଅଞ୍ଚଳରେ ଅନେକ କାରିଗରଙ୍କ କୌତିକ ବୃତ୍ତି। ଏଥିସହ ଓଡ଼ିଶାରେ ପଥର ଖୋଦେଇ କାମ ଏକ ପ୍ରଧାନ ହସ୍ତଶିଳ୍ପ। ଗ୍ରାହକଙ୍କ ରୁଚି ଜିନିଷ ତିଆରିରେ ମୁଖ୍ୟ ଭୂମିକା ନେଇଥାଏ। ଏହି କାମ ପୁରୀ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳେ। ଏହି କାମର ବ୍ୟବସାୟ ପାଇଁ ବିଶେଷ କିଛି କରିବାକୁ ପଡ଼ିନଥାଏ। କୋଣାର୍କର ସୂର୍ଯ୍ୟମନ୍ଦିରର ଉଦାହରଣ ହିଁ ଯଥେଷ୍ଟ ହୁଏ। ଏହା ଆବେଦନ ପତ୍ର ସଂଖ୍ୟା ସତଅଶୀରେ ଏକ ଭାରତୀୟ ଭୌଗୋଳିକ ସଂକେତ ଭାବେ ସରକାରୀ ମାନ୍ୟତା ପାଇଛି। କୋଣାର୍କର ସୂର୍ଯ୍ୟମନ୍ଦିରରେ ବ୍ୟବହୃତ ଲୋହିତ ପଥର ବାଲିପଥର ସହ ଶିଳ୍ପୀମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ଓଡ଼ିଶାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥାଏ। ଓଡ଼ିଶାର ଏହି କାରିଗରୀ ଏତେ ଆକର୍ଷକ ଯେ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଭାରତର ସପ୍ତାଶ୍ଚର୍ଯ୍ୟ ମନ୍ଦିରରେ ସାମିଲ କରାଯାଏ। ଓଡ଼ିଶାର ଶିଳ୍ପୀମାନେ ବିଭିନ୍ନ ପ୍ରକାରର ପଥର ବ୍ୟବହାର କରିଥାନ୍ତି। ବାଲିପଥର ସିପ ପଥର ସର୍ପେଣ୍ଟାଇନ ପଥର ରାଜସ୍ଥାନ ମାର୍ବଲ ଏବଂ ଗ୍ରାନାଇଟ ଏହି କାମ ପାଇଁ ବଛାଯାଇଥାଏ। ଶିଳ୍ପୀମାନେ ହାଲୁକା ପଥର ଖଡ଼ିପଥରଠୁ ଆରମ୍ଭ କରି ଆଉ ଟିକେ କଠିନ ପଥର କୋଚିଲା ପଥର ଆହୁରି କଠିନ ପଥର ସାହାଣ ପଥର ଅଥବା ବଉଳା ପଥର ଏବଂ ସବୁଠୁ କଠିନ କଳା ମୁଗୁନି ପଥର ଆଦିକୁ ଅତି ସାବଧାନର ସହ ରୂପ ଦେଇଥାନ୍ତି। ବିଭିନ୍ନ ଆକାର ଏବଂ ମାପର ମୁଗୁର ଏବଂ ନିହଣ ଏବଂ ମୁନ ପାତିଲି ମାର୍ତୁଲ ଠୁକୁ-ଠୁକି ଆଦି ବ୍ୟବହାର ହୁଏ। ପଥର ନରମ ହେଉ କି କଠିନ ହେଉ ପ୍ରଥମେ ଏକ ଅଙ୍କନ ରେଖା ଟଣାହୁଏ। ତାପରେ ସେହି ଆକାରରେ କଟାଯାଏ। ଶେଷ ରୂପ ପାଇଁ ଅଦରକାରୀ ଅଂଶକୁ ଖୋଦନ କରି ବାହାର କରିଦିଆଯାଏ। କଠିନ ପଥର ଥିଲେ ଅଦରକାରୀ ଅଂଶକୁ ନିହଣରେ ଖୋଦେଇ କରି ବାହାର କରାହୁଏ ଏବଂ ନରମ ପଥର ଥିଲେ ଏକ ତୀକ୍ଷ୍ଣ ସମତଳ ଧାର ଥିବା ଲୁହା ସାଜରେ ଖୋଦେଇ ହୋଇଥାଏ। ପାରମ୍ପରିକ ଏବଂ ପୌରାଣିକ କଥାବସ୍ତୁର କଳାକୃତିମାନ ଗୃହସାଜସଜ୍ଜା ଉପକରଣ ଯଥା ମହମବତୀ ଦାନି କଲମ ଦାନି ବହି ଦାନି ଏବଂ ଦୀପଦାନି ପଥର ବାସନ କୁଣ୍ଡ ପାଲିସ ଥାଳି ଗିନା ପଥୁରୀ କପ ଲିଲାସ ଆଦି ତିଆରି କରାଯାଏ। ଏହି ସବୁ ଉପକରଣଗୁଡ଼ିକର ପୂଜାପୂଜି ଏବଂ ଦୈନନ୍ଦିନ ବ୍ୟବହାରକୁ ଦୃଷ୍ଟିରେ ରଖି ଗଠନ ଭିନ୍ନ ହୋଇଥାଏ। ଦହି ପଥୁରୀରେ ରଖିଲେ ସତେଜ ରୁହେ ଏହା ସହିତ ଅମ୍ଳୀୟ ପ୍ରତିକ୍ରିୟା ସୁସ୍ ହୁଏନାହିଁ। ଆହୁରି ମଧ୍ୟ କାଠ ଆଲମିରା ପାଇଁ ପଥର ତିଆରି ଖୁରାମାନ ବ୍ୟବହାର କରି ପାଣି ଦେଇ ରଖିଲେ ଆଲମିରା ମଧ୍ୟକୁ ପିମ୍ପୁଡ଼ି ପ୍ରବେଶ କରିପାରିନଥାନ୍ତି।